ସ୍ତ୍ରୀମାନଙ୍କ ଇଜତରେ ମଧ୍ୟ ଆଞ୍ଚ ଆସିଛି। ଉନ୍ମତ୍ତ ହୋଇ ଉଠିଛନ୍ତି ଯୁବକମାନେ। ଗୋଟାଏ। ଉତ୍ସୃଂଖଳା ଦେଖା ଦେଇଛି। ଏହିପରି ଅବସ୍ଥାରେ ଗୋଟିଏ ବିରାଟ ଯଜ୍ଞର ଆୟୋଜନ କରି ଯଦି ଲୋକଙ୍କ ଉପରେ କରଭାର ଲଦି ଦିଅନ୍ତି ତେବେ ନିଶ୍ଚୟ ଆପଣ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହେବେ। ଆପଣ ହୁଏତ ଚୋରମାନଙ୍କର ମସ୍ତକ କର୍ତ୍ତନ କରି, କାହାକୁ କାହାକୁ କାରାରୁଦ୍ଧ କରି କାହାକ ବା ଅର୍ଥ ଦଣ୍ଡଦେଇ ଅଥବା କାହାକୁ ନିର୍ବାସନା ଦ୍ୱାରା ଏ ଅଶାନ୍ତିକୁ ଦବାଇ ଦେଇ ପାରନ୍ତି। କିନ୍ତୁ ଏହି ଉପାୟ ଦ୍ୱାରା ପୂର୍ଣ୍ଣ ମାତ୍ରାରେ ବିଦ୍ରୋହର ଅବସାନ ଘଟି ନ ପାରେ। କାରଣ ଏହା ନିରାଟ ସତ୍ୟ ଯେ ସମସ୍ତ ଚୋର ଡକାୟତ କେବେ ଦଣ୍ଡପାଇ ପାରିବେ ନାହିଁ। ଅବଶିଷ୍ଟ ଯେଉଁମାନେ ରହିଯିବେ ସେମାନେ ପୁଣି ପରେ ବିଦ୍ରୋହ କରି ଉଠିବେ। ତେଣୁ ଏହାକୁ ସଂପୂର୍ଣ୍ଣ ରୂପେ ଶାନ୍ତ କରିବାକୁ ହେଲେ, ଯେଉଁମାନେ ଆପଣଙ୍କ ରାଜ୍ୟରେ କୃଷି କରିବାକୁ ଚାହୁଛନ୍ତି ସେମାନଙ୍କୁ ଯଥେଷ୍ଟ ପରିମାଣରେ କୃଷିଉପକରଣ, ବିହନ ଆଦି ଦେବାର ବ୍ୟବସ୍ଥା କରନ୍ତୁ। ଯେଉଁମାନେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଙ୍କ ଚାହିଦାମତେ ଧନ ଦିଅନ୍ତୁ। ଯେଉଁମାନେ ବ୍ୟବସାୟାଦି ନ କରି ରାଜକର୍ମରେ ନିୟୋଜିତ ହେବାକୁ ଚାହୁଛନ୍ତି ତାଙ୍କୁ ଉଚିତ ବେତନ ଦେଇ ଉପଯୁକ୍ତ କାର୍ଯ୍ୟରେ ଲଗାନ୍ତୁ। ଏହିପରି ପ୍ରତ୍ୟେକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଜୀବିକା ଉପାର୍ଜନ କଲେ ରାଜ୍ୟରେ ବିଦ୍ରୋହର ସମ୍ଭାବନା ରହିବ ନାହିଁ। ଧୀରେ ଧୀରେ ରାଜ୍ୟର ଦୂରାବସ୍ଥା ସୁଧୁରି ଗଲେ ଲୋକେ ଋଣ କରାଦି ପରିଶୋଧ କରିଦେବେ। ପୂର୍ବାପେକ୍ଷା ରାଜ୍ୟର ଶ୍ରୀବୃଦ୍ଧି ଘଟିବ। ଆଉ ରାଜଦ୍ରୋହ ସମ୍ଭବପର ହେବ ନାହିଁ। ତେଣୁ ସାଧାରଣ ଲୋକେ ଅନାୟାସରେ ଯାତାୟାତ କରି ପାରିବେ। ପୁରୋହିତଙ୍କ ବିଦ୍ରୋହ ଦମନର ଉପାୟ ରାଜାଙ୍କ ମନକୁ ବେଶ୍ ପାଇଲା। ପୁରୋହିତଙ୍କ କଥା ମୁତାବକ ଯେଉଁମାନେ ଚାଷ କରିବାକୁ ଇଚ୍ଛାକଲେ ସେମାନଙ୍କୁ ଭଲ ବିହନ ସହିତ କୃଷିଉପକରଣ, ବ୍ୟବସାୟ କରିବାକୁ ଚାହୁଁଥିବା ଲୋକଙ୍କୁ ଯଥେଷ୍ଟ ଅର୍ଥ ଏବଂ ଯେଉଁମାନେ ରାଜକାର୍ଯ୍ୟରେ ନିଯୁକ୍ତ ହେବାକୁ ଚାହିଁଲେ ସେମାନଙ୍କୁ ଯୋଗ୍ୟତାନୁଯାୟୀ କର୍ମସଂସ୍ଥା ଯୋଗାଇ ଦେଲେ। ଏହାଦ୍ୱାରା ଖୁବ୍ ଅଳ୍ପଦିନ ମଧ୍ୟରେ ମହାବିଜେତାଙ୍କ ରାଜ୍ୟ ସମୃଦ୍ଧ ହୋଇ ଉଠିବାକୁ ସକ୍ଷମ ହେଲା। ସତ୍ ଉପାୟରେ ଜୀବିକାର୍ଜନ କରିବାର ବ୍ୟବସ୍ଥାଦ୍ୱାରା କିଏବା କାହିଁକି ଅସତ୍ ଉପାୟ ଅବଲମ୍ୱନ କରି ଦଣ୍ଡନୀୟ ହେବ? ଫଳରେ ଚୋରି ଡକାୟତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। ଏଣେ ପ୍ରଜାମାନେ ବାକିଥିବା କର ଓ ନେଇଥିବା ଋଣାଦି ରାଜକୋଷରେ ରୀତିମୁତାବକ ଜମା ଦେଲେ। ସାଧାରଣ ଲୋକଙ୍କ ମନରୁ ଭୟ ଦୂର ହୋଇଯିବାକୁ ସ୍ତ୍ରୀ ପିଲା ଧରି ନିର୍ଭୟରେ ଲୋକେ ବସବାସ କଲେ। ଏକଦା ମହାବିଜିତ ନିଜ ପୁରୋହିତଙ୍କ ପୁନର୍ବାର ଡାକି କହିଲେ ତୁମେ ଯେଉଁ ଉପାୟ କହିଲ ତଦ୍ଦ୍ୱାରା ମୋ ରାଜ୍ୟରେ ବ୍ୟାପୁଥିବା ଅନ୍ୟାୟ ଉପଦ୍ରବ ଦୂର ହୋଇଯାଇଛି। ରାଜକୋଷ ପୂର୍ବ ଅପେକ୍ଷା ଅଧିକ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଭୟଭ୍ରାନ୍ତି ଦୂର ହୋଇଯାଇଛି-। ବର୍ତ୍ତମାନ ମୁଁ ମହାଯଜ୍ଞ କରିବାକୁ ଇଚ୍ଛା କରୁଛି। ଅନୁଗ୍ରହ କରି ତାର ସମସ୍ତ ବିଧିବିଧାନ ମୋତେ ବତାଇ ଦିଅନ୍ତୁ। ବୁଦ୍ଧିମାନ ପୁରୋହିତ ମହାରାଜାଙ୍କୁ କହିଲେ, ଆପଣଙ୍କ ଭଣ୍ଡାରରେ ଗଚ୍ଛିତଥିବା ଧନ କେବଳ ଆପଣଙ୍କର ବୋଲି ଭାବିବା ଉଚିତ୍ ନୁହେଁ। ତେଣୁ ରାଜ୍ୟର ପ୍ରଜାମାନଙ୍କଠାରୁ ଏହି ଯଜ୍ଞ ନିମିତ୍ତ ଅନୁମତି ଆଣିବା ବିଧେୟ। ପୁରୋହିତଙ୍କ ପରାମର୍ଶ ଅନୁସାରେ ରାଜା ପ୍ରଜାମାନଙ୍କ ଅନୁମତି ଲୋଡ଼ିବାରେ ସାରାରାଜ୍ୟ ଆନନ୍ଦରେ ଅନୁମତି ପ୍ରଦାନ କଲା। ତତ୍ପରେ ପୁରୋହିତ ଯଜ୍ଞର